ମେରିନାର ଅଟଳ ବିଶ୍ୱାସ ଆଉ ତାଙ୍କ ଉପରେ ରହିବଟି? ଏହା ଆଲେସ୍କିଙ୍କୁ ଅସ୍ଥିର କରି ପକାଇଲା ଅଧିକ। ଆଠ ''ଡିରେକ୍ଟର ଭିତରେ ଅଛନ୍ତି କି ମିସ୍ ଏଲିନା? '' କହୁଁ କହୁଁ ଅଫିସ ଭିତରକୁ ପଶିଆସିଲା ମେରିନା। ସ୍ୱରରେ ଚଞ୍ଚଳତାର ଏକ ତୀବ୍ର ଭାବ ଫୁଟିଉଠୁଥିଲା। ଫାଇଲ୍ ଉପରୁ ମୁହଁ ଉଠାଇ ମେରିନା ଆଡ଼କୁ ଅନାଇଲା ଏନି ଏଲିନା । ''ଡିରେକ୍ଟରଙ୍କୁ ଦେଖା କରିବା କଅଣ ଆପଣଙ୍କର ନିହାତି ଜରୁରୀ? ବର୍ତ୍ତମାନ ନ ହେଲେ ଚଳିବନି? '' ଏଲିନାର ଏଭଳି ପ୍ରଶ୍ନରେ ମେରିନା ଆଶ୍ଚର୍ଯ୍ୟ ହୋଇ ପଡ଼ିଲା–''ଡିରେକ୍ଟରଙ୍କୁ ଦେଖା କରିବା ପାଇଁ। ଆଜି ଏତେ ଅନୁମତି ଲୋଡ଼ା କାହିଁକି? ଭିତରେ ଆଉ କେହି ଅଛନ୍ତି କି? '' ''ନାଁ,–ହଁ, ହଁ, ମିସ୍ ଲେନା ଲେନା ଭିତରେ ଅଛନ୍ତି। ଆଜି ସକାଳେ ଉପଗ୍ରହର ଜ୍ୟୋତିର୍ବିଦମାନଙ୍କର ଏକ ସମ୍ମିଳନୀ ବସିଥିଲା। ମଙ୍ଗଳ ଗ୍ରହର ଯେଉଁସବୁ ପର୍ଯ୍ୟବେକ୍ଷଣ କରାଗଲା ଓ ଚଳଚ୍ଚିତ୍ର ସବୁ ଉଠାଗଲା, ସେ ସବୁର ଆଲୋଚନା ହୋଇ ଏକ ମିଳିତ ବିବରଣୀ ଗ୍ରହଣ କରାଗଲା। ଉପଗ୍ରହର ପର୍ଯ୍ୟବେକ୍ଷଣକୁ ଅନାଇ ବସିଥିବା ଜ୍ୟୋତିର୍ବିଦମାନଙ୍କ ପାଇଁ ସେହି ବିବରଣୀଗୁଡ଼ିକ କିପରି ଭାବରେ ପୃଥିବୀକୁ ପଠାଇ ଦିଆଯିବ ତାହା ଉପରେ ଆଲୋଚନା ହୋଇ ସିଦ୍ଧାନ୍ତ ଗ୍ରହଣ କରାଗଲା। ସମ୍ମିଳନୀ ଶେଷ ହୋଇ ସଭ୍ୟମାନେ ବିଦାୟ ହୋଇଗଲେଣି; କେବଳ ମିସ୍ ଲେନା ଭିତରେ ଅଛନ୍ତି। ବୋଧହୁଏ, ଆଉ କୌଣସି ଏକ ଜରୁରୀ ବିଷୟରେ ଆଲୋଚନା ଚାଲିଛି। '' ''ଓଃ, ତା'ହେଲେ କେବଳ ମିସ୍ ଲେନା ଭିତରେ ଅଛନ୍ତି? '' ଏହା କହି ଡିରେକ୍ଟରଙ୍କ ଅଫିସ୍ ଭିତରକୁ ପଶିବାକୁ ଲାଗିଲା ମେରିନା–ଏଲିନାର କଥାପ୍ରତି ଆଉ ଦୃଷ୍ଟି ନ ଦେଇ। କିନ୍ତୁ କିଛି ଦୂର ପଶିଯାଇ ଯାହା ଦେଖିଲା, ସେଥିରେ ତା'ର ତାଳୁଠାରୁ ତଳିପା ପର୍ଯ୍ୟନ୍ତ ଗରମ ହୋଇଗଲା। ଅଫିସ ଗୃହରୁ ମଧ୍ୟସ୍ଥଳରେ ବସିଛନ୍ତି ଆଲେସ୍କି ତାଙ୍କ ଚେୟାରରେ, ଆଉ ଗୋଟିଏ ପାଖ ଚେୟାରରେ ବସିଥିଲା ଲେନା। ଲେନାର ଆଭରଣବିହୀନ ସରଳ ସୁଗୋଲ ବାହୁଦ୍ୱୟ ଆଲେସ୍କିଙ୍କର ବେକ ଚାରିପାଖରେ ବେଢ଼ିଥିଲା ଏବଂ ଲେନା ଝୁଲି ପଡ଼ିଥିଲା–ଆଲେସ୍କିଙ୍କର ସୁଦୀର୍ଘ ବକ୍ଷ ସହିତ ନିଜର ଲୋଭନୀୟ ବକ୍ଷକୁ ଅସ୍ୱାଭାବିକ ଭାବେ ଜଡ଼ାଇ ଧରି। ଏହି ଦୃଶ୍ୟ ଦେଖି ମେରିନାର ଦେହ ଗୋଟାସାରା କମ୍ପିବାକୁ ଲାଗିଲା। ଇସ୍ପାତ୍ ଚଟାଣ ସତେ ଯେପରି ତଳକୁ ତଳକୁ ଦବିଯାଇଛି! ସାରା ଉପଗ୍ରହଟି ଏପଟ ସେପଟ ହୋଇ ସତେ ଯେପରି ଘୂରିବାକୁ ଆରମ୍ଭ କରିଛି, ଅକୂଳ ସମୁଦ୍ରରେ ଘୂର୍ଣ୍ଣିବାତ୍ୟାରେ ନୌକା ଦୋହଲିଲା ଭଳି। ଆଉ ସେହି ଦୃଶ୍ୟ ଦେଖିବାକୁ ଧୈର୍ଯ୍ୟ ରହିଲାନି ତା'ର। ସେ ତରତର ହୋଇ ବାହାରିଆସିଲା ରୁମ୍ରୁ। ମୁଣ୍ଡ ତା'ର ଝିମଝିମ୍ ହୋଇ ଉଠିଲା। ଅଣନିଶ୍ୱାସୀ ହୋଇ ସେ ଦୌଡ଼ିଲା ନିଜ କୋଠରି ଆଡ଼କୁ। କୋଠରି ଭିତରକୁ ପଶିଯାଇ ଭିତରୁ ଦୁଆର କିଳିଦେଇ ସେ ପଡ଼ିଗଲା ନିଜର ଶେଯ ଉପରେ। ଆଖିରେ ଲୁହ ଭରିଯାଇଥିବାରୁ ସେ କିଛି ଦେଖି ପାରୁ ନଥିଲା। ସେତେବେଳକୁ କୃଷ୍ଣ ଆକାଶର ଶତଦୀପ୍ତ ସୂର୍ଯ୍ୟ ଦିଗବଳୟରେ ବୁଡ଼ିଯାଉଥିଲେ। ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଘନ ଅନ୍ଧକାର ଘୋଟିଯିବାକୁ ବସିଥିଲା ସାରା ଉପଗ୍ରହଟିରେ ଯଦିଚ ଏଠି ରାତ୍ରି ତିନିଘଣ୍ଟାରୁ ଅଧିକ ସମୟ ରହେନାହିଁ ଓ ପୃଥିବୀର ଗୋଟାଏ ଦିନ ଭିତରେ ଏଠାରେ ତିନିଥର ଦିନ ଓ ତିନିଥର ରାତି ହୁଏ, ଏଠାରେ ରାତିର ଆଗମନକୁ ପୃଥିବୀଭଳି ବିଶ୍ରାମର ସମୟରୂପେ କେହି ଅଭିନନ୍ଦନ କରିବାକୁ ସୁଯୋଗ ପାଆନ୍ତି ନାହିଁ। ମେରିନା ନିଜ ବିଛଣାରେ ପଡ଼ି କେତେ କ'ଣ ଆକାଶପାତାଳ ଭାବିବାକୁ ଲାଗିଲା। ଲେନା ଓ ଆଲେସ୍କିଙ୍କର ସେହି ଦୃଶ୍ୟ ଆଖିଆଗରେ